ଆଉ ଥରେ ହେଡ୍‌ମାଷ୍ଟ୍ରେ, ସେକ୍ରେଟାରୀ, ସରପଞ୍ଚ ଓ ଶିକ୍ଷକମାନେ ବସି କାର୍ଯ୍ୟକ୍ରମର ଚୂଡ଼ାନ୍ତ ତାଲିକା ତନଖୁଥିଲେ। ମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଚଉକୀ, କାର୍ଯ୍ୟକ୍ରମର ଚିଠା, ଦାବି ପତ୍ର ଓ ଧନ୍ୟବାଦ ପ୍ରସ୍ତାବର ଲେଖା, ଫୁଲହାର ଦେବା ପାଇଁ ଠିକ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ନାଁ, ଦୀପ ଲଗାଇବା ବେଳେ ଡି ଦିଆଶିଲି ଓ ମହମବତି ଧରି ସେଠାରେ ଉପସ୍ଥିତ ହେବାକୁ ଥିବା ଶିକ୍ଷୟିତ୍ରୀଙ୍କ ନାଁ ସବୁ ସେଇ ତାଲିକାରେ ଲେଖାଯାଇଥିଲା। ଯଦି ମନ୍ତ୍ରୀ ସଭା ପରେ କିଛି ସମୟ ବିଶ୍ରାମ ନେବାକୁ ଚାହାନ୍ତି ତାହେଲେ ସେଥିପାଇଁ କି କି ବ୍ୟବସ୍ଥା ଗ୍ରହଣ କରାଯିବ ସେଥି ନିମନ୍ତେ ମଧ୍ୟ ଆଗୁଆ ବ୍ୟବସ୍ଥା କରାଯାଇଥିଲା। ମନ୍ତ୍ରୀଙ୍କ ସଭା ଚାରିଟାରେ ଆରମ୍ଭ ହେବା କଥା; କିନ୍ତୁ ଦୁଇ ଦିନ ଦୁଇଟା ବେଳୁ, ପ୍ରଚଣ୍ଡ ଖରା ସତ୍ତ୍ୱେ, ପୁରୁଷ, ସ୍ତ୍ରୀ, ପିଲା, ଛୁଆ ଓ ବୁଢ଼ା ବୁଢ଼ୀ ସମସ୍ତେ ଆସି ପଡ଼ିଆରେ ଘେରି ଯାଇଥିଲେ। କେହି କେହି ପାଖ ଗଛ ଛାଇରେ ତ ଆଉ କେହି ସ୍କୁଲ ବାରଣ୍ଡାରେ ଛିଡ଼ା ହେଇଥିଲେ,ସଭା ଆରମ୍ଭ ହେଲାକ୍ଷଣି ସେମାନେ ତଳକୁ ଓଲ୍ହାଇ ପଡ଼ିଆ ଉପରେ ବସିଯିବେ। ଝୁନାର ବୋଉ ଝିଅକୁ ଆଉ ଖଣ୍ଡେ ମିଶ୍ରି ଦେଲେ। କହିଲେ, "ଆଲୋ ନେ, ଏଇଟା କଳରେ ଜାକିଥା। ସ୍ୱର ଭଲ ଫିଟିବ।" ଝୁନା ତା ବୋଉର କଥା ମାନିଲା। ଗୀତଟା ତାର ପାଣି ପରି ମୁଖସ୍ଥ ହୋଇ ଯାଇଥିଲା। ଖୁବ୍ କମରେ ଶହେଥର ସେ ସେଇଟିକୁ ବୋଲି ସାରିଲାଣି। ରୁନୁ, ନରହରି, ମୀନା ଓ ଗୌତମୀ ମଧ୍ୟ ମୁଖସ୍ଥ କରି ଦେଇଛନ୍ତି। ସଂସ୍କୃତ ସାର୍ ହାତଟେକି ଇସାରା ଦେବା କ୍ଷଣି ସେମାନେ ଗୀତ ବୋଲା ଆରମ୍ଭ କରିବେ। ଝୁନାର ବାପା ଓ ବୋଉ ଅନେକ ଆଗରୁ ଯାଇ ଗଛ ଛାଇରେ ଛିଡ଼ା ହୋଇଛନ୍ତି। ଝିଅ ତାଙ୍କର ଏତେ ଲୋକଙ୍କ ଆଗରେ ଗୀତ ଗାଇବ, ଇଏ କଣ କମ୍ କଥା। "ଆମ ଝୁନା ପରା ମନ୍ତ୍ରୀଙ୍କୁ ଗୀତ ଗାଇ ଶୁଣେଇବ।" ଝୁନାର ବୋଉ ମଝିରେ ମଝିରେ ପାଖ ଲୋକଙ୍କୁ ଏକଥା ସୁନୌଉଥାଆନ୍ତି। ନୂଆନଈ ସେପଟେ ମ ମନ୍ତ୍ରୀଙ୍କ ଗାଡ଼ି ରହିବ ଓ ଏପଟକୁ ସକାଳୁ ଆସିବ ଆସିଥିବା ଜିପ୍‌ଟି ମନ୍ତ୍ରୀଙ୍କୁ ଧରି ହରିପୁର ଗାଁକୁ ଆସିବ। ସକାଳେ ଦୁଇଟି ଡଙ୍ଗା ଯୋଡ଼ାଯାଇ ଜିପ୍‌ଟି ଏପଟକୁ ଅଣାଯାଉଥିଲା ବେଳେ ନଈଘାଟରେ ସେ ଯେ କି ଭିଡ଼! ମାଛଧରା ବେଳେ ମଧ୍ୟ ନଈ ପାଖରେ ଏତେ ଲୋକ ଏକାଠି ହୁଅନ୍ତି ନାହିଁ। ସବୁ ପ୍ରକାର ଚେଷ୍ଟା କରି ଝୁନା ଗାଡ଼ି ଦେଖା ଲୋଭଠୁ ନିଜକୁ ଦୂରେଇ ରଖିଥିଲା। ବେଶୀ ଧାଁ ଦଉଡ଼ କଲେ ସେ ଥକି ପଡ଼ିବ ଓ ଠିକ୍ ଭାବେ ଗୀତ ଗାଇ ପାରିବ ନାହିଁ ବୋଲି ତା ବୋଉ ଆକଟ କରି ଦେଖିଥଲା। ଗାଡ଼ି ଦେଖି ନ ପାରିବାର ଦୁଃଖକୁ ଭୁଲିବା ପାଇଁ ବାପା ବୁଝେଇଥିଲେ, ନୂଆନଈରେ ପୋଲ ହୋଇଗଲେ ସବୁଦିନ ଆମ ଗାଁକୁ ଗାଡ଼ି ଆସିବ। ସେତେବେଳେ ତୁ ଦେଖିବୁ ନାହିଁ! ଦିନ ବାରଟା ବେଳୁ ଘରୁ ଆସିଛି ଝୁନା। ଉତ୍ତେଜନା ଓ ଭୟରେ ସେ ପେଟ ପୂରେଇ ଖାଇପାରି ନାହିଁ। ଗୋଟାଏ ଜାଗାରେ ସେ ଓ ତାର ସାଙ୍ଗମାନେ ମୂର୍ତ୍ତି ପରି ବସିଛନ୍ତି। ସଂସ୍କୃତ ପଣ୍ଡିତ ବାରମ୍ବାର ଚେତେଇ ଦେଇଛନ୍ତି, କେହି କୁଆଡ଼େ ଯିବ ନାହିଁ। ସମସ୍ତେ ଏଇଠି ବସିଥିବ। ଗଡ଼ମ୍ ଗଡମ ହୋଇ ବାଣ ଫୁଟିଲା। ସଭା ପଡ଼ିଆର ସବୁ ଲୋକ ଏକାଥରକେ ଉଠି ପଡ଼ିଲେ। ଆଖପାଖ ଗଛ ଶାଖାରେ ବସା ବାନ୍ଧିଥିବା ଚଢ଼େଇମାନେ ଅପ୍ରତ୍ୟାଶିତ ଶବ୍ଦ ଶୁଣି ଚିର୍ଚିରେଇ ଉଠିଲେ। ପଡ଼ିଆରେ ରୁଣ୍ଡ ହୋଇଥିବା ଲୋକମାନେ ମହାଦେବ ମନ୍ଦିର ଯାଏ ଧାଇଁଗଲେ। ସେଇଠୁ ମନ୍ତ୍ରୀ ଶୋଭାଯାତ୍ରାରେ ଆସିବେ। ଝୁନା ଓ ତାର ସାଙ୍ଗମାନେ ଯାଇପାରିଲେ ନାହିଁ।